ହ୍ୱାଟ୍ସଆପ କୁଶଳୀ ଦୂରଭାଷ ଯନ୍ତ୍ରରେ ଚାଲୁଥିବା ଏକ ପ୍ରସିଦ୍ଧ ତତ୍-କ୍ଷଣିକ ବାର୍ତ୍ତା ପ୍ରେରଣକାରୀ ସେବା। ଏହା ସାହାଯ୍ୟରେ ଇଣ୍ଟରନେଟ୍ ମାଧ୍ୟମରେ ଗୋଟିଏ ହ୍ୱାଟ୍ସଆପ ବ୍ୟବହାରକାରୀ ଅନ୍ୟ ଏକ ବ୍ୟବହାରକାରୀଙ୍କ କୁଶଳୀ ଦୂରଭାଷ ଯନ୍ତ୍ରକୁ ଲେଖାଯାଇଥିବା ବାର୍ତ୍ତା ପଠାଇପାରନ୍ତି। ଏହା ସହିତ ଅଭିଲିଖିତ ବାର୍ତ୍ତା ଛବି ଭିଡିଓ ତଥା ନିଜର ଅବସ୍ଥିତି ମଧ୍ୟ ପଠାଇହୁଏ। ସେପ୍ଟେମ୍ବର ଦୁଇ ହଜାର ପନ୍ଦରର ସ୍ଥିତି ଅନୁସାରେ ହ୍ୱାଟ୍ସଆପ ନ ନବ୍ବେ କୋଟିରୁ ଅଧିକ ବ୍ୟବହାରକାରୀଙ୍କ ସହିତ ଏହା ବିଶ୍ୱର ଦ୍ୱିତୀୟ ଲୋକପ୍ରିୟ ତତ୍‌କ୍ଷଣାତ୍ ବାର୍ତ୍ତା ପ୍ରେରଣକାରୀ ସେବା ଭାବରେ ପରିଚିତ ହେଲା। ଫେସବୁକ ଇନ୍ସ ଉଣେଇଶ ଫେବୃଆରୀ ରେ ହ୍ୱାଟ୍ସଆପ ଇନ୍ସକୁ ଉଣେଇଶ ଆରବ୍ ଡଲାର୍ରେ କିଣିଥିଲେ। ବ୍ରାଏନ୍ ଅକ୍ଟନ ଏବଂ ଜାନ୍ କୋଉମ ଦୁଇ ହଜାର ନଅ ମସିହାରେ ହ୍ୱାଟ୍ସଆପ ଇନ୍ସକୁ ପ୍ରତିଷ୍ଠା କରିଥିଲେ। ସେତେବେଳେ ବ୍ରାଏନ୍ ଅକ୍ଟନ ଏବଂ ଜାନ୍ କୋଉମ ୟାହୁ ର କର୍ମଚାରୀ ଥିଲେ। ସେପ୍ଟେମ୍ବର ଦୁଇ ହଜାର ସାତ ମସିହାରେ ସେ ଦୁହେଁ ନିଜର କର୍ମରୁ ବିରତି ନେଇ ଦକ୍ଷିଣ ଆମେ ଆମେରିକା ଗସ୍ତରେ ଯାଇଥିଲେ। ସେହି ସମୟରେ ସେମାନେ ଫେସବୁକରେ ନିଯୁକ୍ତି ପାଇବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ କିନ୍ତୁ ବର୍ଜିତ ହୋଇଥିଲେ। ଜାନୁଆରୀ ମସିହାରେ ସେ ଏକ ଆଇ ଫୋନ୍ କିଣିଥିଲେ ଏବଂ ତାର ବୃଦ୍ଧି ହେଉଥିବା ଆପ୍ର ବ୍ୟବସାୟ ଦେଖି ସେ ଚକିତ ହୋଇଯାଇଥିଲେ। ସେମାନେ ଆଲେକ୍ସ ଫିସ୍‌ମ୍ୟାନ୍‌ଙ୍କ ସହିତ ଆଇ ଫୋନର ଜଣେ ଉନ୍ନତିକାରକ ଆଇଗୋର୍ ସୋଲେମୋନିକୋଭ୍‌ ଙ୍କ ମିଳିତ ଚେଷ୍ଟା ଫଳରେ ହ୍ୱାଟ୍ସଆପର ପ୍ରତିଷ୍ଠା କରିଥିଲେ। ଜାନ୍ କୋଉମଙ୍କ ଜନ୍ମଦିନ ଫେବୃଆରୀ ଚବିଶ ଦୁଇ ହଜାର ନଅରେ ହ୍ୱାଟ୍ସଆପ ଇନ୍ସକୁ କାର୍ଲିଫର୍ଣ୍ଣିଆଠାରେ ଉତ୍ପାଦାନ ଭାବେ ଅନ୍ତର୍ଭୁକ୍ତ କରିଥିଲେ। କିନ୍ତୁ ପ୍ରାରମ୍ଭରେ ହ୍ୱାଟ୍ସଆପ ଠିକ୍ ଭାବରେ ପରିଚାଳିତ ହୋଇନଥିଲା। ଜୁନ୍ ଦୁଇ ହଜାର ନଅରେ ଆପଲ୍‌ର ପୁଶ୍ ନୋଟିଫିକେସନ୍ସର ଉଦ୍ଭାବନ ହେବା ପରେ ହ୍ୱାଟ୍ସଆପର ନୂତନ ରୂପ ହ୍ୱାଟ୍ସଆପ ଦୁଇ ଦଶମିକ ଶୂନ ଭାବରେ ଦେଖିବାକୁ ମିଳିଥିଲା ଏବଂ ଏହା ସହିତ ହ୍ୱାଟ୍ସଆପର ବ୍ୟବହାରକାରୀଙ୍କ ସଂଖ୍ୟା ଦୁଇ ଲକ୍ଷ ପଚାଶ ହଜାରକୁ ବୃଦ୍ଧି ପାଇଥିଲା। କୋଉମ ହ୍ୱାଟ୍ସଆପର ସଫଳତାକୁ ଦେଖି ଅକ୍ଟନ ଏବଂ ୟାହୁ କୋଉମ ତାଙ୍କର ଏକ ବନ୍ଧୁ କ୍ରିସ୍ ଫିସ୍‌ମ୍ୟାନ୍‌ଙ୍କୁ କହି ବ୍ଲାକବେରୀ ପାଇଁ ଦୁଇ ମାସ ମଧ୍ୟରେ ହ୍ୱାଟ୍ସଆପକୁ ନିର୍ମିତ କରାଇଲେ। ଡିସେମ୍ବର ଦୁଇ ହଜାର ନଅରେ ଆଇ ଫୋନ୍ ମାନଙ୍କରେ ପ୍ରଚଳିତ ହେଉଥିବା ହ୍ୱାଟ୍ସଆପ ଛବିକୁ ବାର୍ତ୍ତା ପ୍ରେରଣ ମାଧ୍ୟମରେ ପଠାଇବାର ସକ୍ଷମ ହେଲା। ଏବଂ ଦୁଇ ହଜାର ଏଗାର ମସିହାର ଆରମ୍ଭରୁ ହ୍ୱାଟ୍ସଆପକୁ ଆଇ ଫୋନ୍ର ଷ୍ଟୋରରେ ପ୍ରଥମ କୋଡ଼ିଏ ମଧ୍ୟରେ ଦେଖିବାକୁ ମିଳିଥିଲା। ଡିସେମ୍ବର ଦୁଇ ହଜାର ତେର ବ୍ଲଗ ପୋଷ୍ଟରେ ହ୍ୱାଟ୍ସଆପ ଦାବି କରିଥିଲା ଯେ ପ୍ରତି ମାସ ଚାରି ହଜାର ଲକ୍ଷ ବ୍ୟବହାରକାରୀ ଏହି ସୁବିଧା ଉପଲବ୍ଧ କରୁଅଛନ୍ତି। ଜାନୁଆରୀ ଦୁଇ ହଜାର ପନ୍ଦରରେ ହ୍ୱାଟ୍ସଆପ ବିଶ୍ୱର ଅଧିକାଂଶ ବ୍ୟବହୃତ ତତ୍‌କ୍ଷଣାତ୍ ବାର୍ତ୍ତା ପ୍ରେରଣକାରୀ ଆପ୍ ଭାବେ ପ୍ରସିଦ୍ଧ ହେଲା। ନଭେମ୍ବର ଦୁଇ ହଜାର ସତର ମସିହାରେ ହ୍ୱାଟ୍ସଆପ ସମସ୍ତଙ୍କ ପାଇଁ ଲିଭେଇବା ଅଥବା ଡିଲେଟ ଫର ଅଲ ସେବା ଆରମ୍ଭ କରିଥିଲା। ଏହି ସେବା ବ୍ୟବହାର କରି ବ୍ୟବହାରକାରୀ ନିଜେ ଭୁଲରେ ପଠାଇଥିବା ସନ୍ଦେଶକୁ ସାତ ମିନଟ ମଧ୍ୟରେ ଫେରାଇ ଆଣି ପାରିବ। ହ୍ୱାଟ୍ସଆପ ନିଜର ବେଟା ସଫ୍ଟୱେରରେ ନିୟନ୍ତ୍ରିତ ଗୋଷ୍ଠୀ ସେବାର ଆରମ୍ଭ କରିଅଛି। ଯେଉଁଥିରେ ଗୋଷ୍ଠୀ ପରିଚାଳକ ନିଜ ଇଚ୍ଛା ମୁତାବକ ଅଧିକାର ଗୋଷ୍ଟିରେ ଥିବା ବ୍ୟକ୍ତି ମାନଙ୍କୁ ଦେଇ ପାରିବେ। ଦୁଇ ହଜାର ଅଠର ମସିହା ଅଗଷ୍ଟ ମାସରେ ହ୍ୱାଟ୍ସଆପ ନିଜର ବ୍ୟାକପ ଗୁଡିକୁ ସଂରକ୍ଷଣ କରିବା ପାଇଁ ଗୁଗଲ ସାଙ୍ଗେ ହାତ ଏକ ଚୁକ୍ତି କରି ଥିଲା। ଯାହାର ଫଳ ସ୍ୱରୂପ ନଭେମ୍ବର ବାର ତାରିଖରୁ ସେହି ବ୍ୟାକପ ଗୁଡିକୁ ରଖିବା ପାଇଁ ଗୁଗଲ ଡ୍ରାଇଭରୁ ଜାଗା ଦରକାର ପଡିବନି ବୋଲି ଘୋଷଣା କରାଯାଇଥିଲା। ହ୍ୱାଟ୍ସଆପ ଔପଚାରିକ ଭାବରେ କମ୍ପ୍ୟୁଟରରେ ଏକ ୱେବ୍ କ୍ଲାଏଣ୍ଟଦ୍ୱାରା ହ୍ୱାଟ୍ସଆପ ୱେବ୍ ନାମରେ ପରିଚାଳିତ ହେଉଛି। ଜାନୁଆରୀ ଦୁଇ ହଜାର ପନ୍ଦରର ଶେଷ ଆଡକୁ କୋଉମ ତାଙ୍କ ଫେସବୁକ ପୃଷ୍ଠାରେ ଏହା କହିଥିଲେ ଆମର ଓ୍ବେବ୍ କ୍ଲାଏଣ୍ଟ ଆପଣଙ୍କ ଦୂରଭାଷ ଯନ୍ତ୍ରର ଏକ ସାଧାରଣ ବର୍ଦ୍ଧିତ ରୂପ ଓ୍ବେବ୍ ବ୍ରାଉଜର ଆପଣଙ୍କ ଦୂରଭାଷ ଯନ୍ତ୍ରର କଥୋପକଥନ ଓ ବାର୍ତ୍ତାକୁ ପ୍ରତିଫଳିତ କରେ ଅର୍ଥାତ